କାହାକୁ ବିଶ୍ଵାସ କର ନାହିଁ। କାନ କାନକୁ ବିଶ୍ଵାସ ନ କରୁ, ଆଖି ଆଖିକୁ ବି ନୁହଁ। " ଶ୍ରୋତାମନେ ଆଖି କାନ ଦରାଣ୍ଡିଲେ। ନିଜନିଜର ଇନ୍ଦ୍ରିୟକୁ ଦେଖିଲେ। ପୁଣି ଭାଷଣ… ଏଇ ଯେ ସବୁ ତଥାକଥିତ ସାହିତ୍ୟିକ, କଳାକାର, ଶିଳ୍ପୀ ଏମାନେ ରେଜିମେଣ୍ଟେଡ଼ ହେବାକୁ ଚାହୁଁ ନାହାନ୍ତି। ଭାବିଛନ୍ତି ସେମାନେ ଗୋଟାଏ ସ୍ଵତନ୍ତ୍ରଗୋଷ୍ଠୀ। ତାହା ଏ ଶାସନରେ ହୋଇ ପାରିବ ନାହିଁ। ମଇ ଚଲେଇ ସବୁ ମାଟିକୁ ସମତଳ କରିଦିଅ। ହଁ ଶୁଣ! ଗୀତକୁ ପୋଡ଼ିଦିଅ। ଭଗବଦ୍ ଗୀତାକୁ ପାଣିରେ ଭସାଇ ଦିଅ। ତାର ପୃଷ୍ଠାଗୁଡ଼ାକ ଛିଣ୍ଡାଇ ଦିଅ। ଲୋକମାନେ ପାଟିକଲେ–'କାହିଁକି? ହିନ୍ଦୁର ଧର୍ମଗ୍ରନ୍ଥ ନଷ୍ଟ କରିଦେବୁ? କି କଥା କହିଲ ହେ? ' ପୁନଃ ପୁନଃ ମାଇକରେ ଘୋଷଣା… ହଁ ନଷ୍ଟ କରିଦିଅ। ନିଜେ ନିଜେ ନକଲେ ବୁର୍ଜୋୟା ବିରୋଧରେ ରଥଚକ୍ର ମାଡ଼ିଆସିବ। ଭଗବାନ ଶ୍ରୀକୃଷ୍ଣ କହିଥିଲେ ଚତୁବର୍ଣ୍ଣ୍ୟଂ ମୟା ସୃଷ୍ଟଂ। କିନ୍ତୁ ବିଂଶ ଶତାବ୍ଧି ର ଶେଷଭାଗ ଆହ୍ୱାନ ଦିଏ–ଦୁଇଟା ମାତ୍ର ଗୋଷ୍ଠୀ… ଗୋଟାଏ ଫାସିଷ୍ଟ, ଅନ୍ୟ ତା ଆଣ୍ଟି… ଦୁଇ ବର୍ଣ୍ଣ୍ୟଂ ମୟା ସୃଷ୍ଟଂ… ଆମେ ସୃଷ୍ଟି କରିଛୁ। ଜନତା କରତାଳିଦେଲେ। ବକ୍ତା କହୁଥିଲେ… ଏଇ ଟିକିଏ ଦୂରରେ ଶିଳ୍ପୀ ସୁବ୍ରତ ରାୟର ଖେଳନା କାରଖାନା। ଜୀବନଯାକ ସମୟର ଅପବ୍ୟବହାର କରିଗଲା ଲୋକଟା… କାରଣ ସେ ଫାସିଷ୍ଟ… ସେ ମୂର୍ତ୍ତି ଗଢ଼ୁଛି, ଚିତ୍ର ଅଙ୍କନ କରୁଛି। ବାସ୍, ଏତିକିରେ ମଣିଷ ଜୀବନର ପୂନତା ଆସିଗଲା କି–ନା ଆଉ କିଛି ଅଛି? ଦେଶପାଇଁ, ଜନତା ପାଇଁ କଅଣ ସେ କରିଛି? ଜନତାର କଳରୋଳ… କେବେ ଓ କିମିତି ଆସିବ ସେଇ ଯେ ପୂନତା? ମାଇକରେ ଉତ୍ତର ଆସିଲା-କୋଡ଼ିଏ ଦଫା ଅର୍ଥନୈତିକ ପ୍ରୋଗ୍ରାମରେ ଏହା ପଡ଼ୁଛି କି-? ଯଦି ନାହିଁ, ତେବେ ତାହା ଗ୍ରହଣୀୟ ନୁହେଁ। ତେଣୁ ସାହିତ୍ୟ, ସଙ୍ଗୀତ, ଚନ୍ଦ୍ରମା, ଫୁଲବଗିଚା, ଚିତ୍ରକଳା, ବାଇନାଚ, ରଥଯାତ୍ରା, ମେଲଣ, ବିଭାଘର, ଆତସବାଜୀ, ଏପରିକି ନରନାରୀର ସମ୍ପର୍କ ଫାସିଷ୍ଟ ଶକ୍ତି ନିର୍ଝରର ଚତୁରଙ୍ଗ ଫୁଆରା। ଶୁଖାଅ ଏହାର ମୂଳ ସ୍ରୋତକୁ। ପ୍ରୋଲିଟାରିଏଟ୍ ପୀଡ଼ନ ସୂତ୍ରରେ ଏଗୁଡ଼ାକ ଆସିଛି ବୁର୍ଜୋୟା ସମ୍ପଦ ଘେନି। ୟାକୁ ଭାଙ୍ଗିବାକୁ ହେବ–ଧ୍ଵଂସ କରିବାକୁ ହେବ। ନିକାଲି ଦିଅ! ହାତତାଳି… ତିନି ତରଙ୍ଗରେ ତରଙ୍ଗାୟିତ ହୋଇ ହାତ ଢାଳି ଚାଲିଲା। -ବାପା, ସେମାନେ ଭାଙ୍ଗି ଦେଉଛନ୍ତି, ଆମ ବଗିଚା କାନ୍ଥକୁ ଭାଙ୍ଗି ଦେଉଛନ୍ତି। ବାପା, ବାରଣ୍ଡାଉପରୁ ଉଠିଆସ। ତୁମେ ଦେଖିପାରୁ ନଥିବ–ଶୁଣୁଥିବ ନିଶ୍ଚୟ। ବିକଟ ଅଟ୍ଟହାସ କରି ସେମାନେ ଆମ ବଗିଚାର ଫୁଲଗଛଗୁଡ଼ାକ ଉପାଡ଼ି ଦେଉଛନ୍ତି। ବାପା… ଗଲା ଆମର ଫୁଲ ବଗିଚା ନଷ୍ଟହୋଇଗଲା। ବାପା… ବାପା… ଅନ୍ୟରୂପାର ଆର୍ତ୍ତ ଚିତ୍କାର। ଝିଅ ଅନ୍ୟରୂପାର ମୁହଁକୁ ସୁବ୍ରତ ନିଷ୍ପ୍ରଭ ଆଖିରେ ଚାହିଁ ତାର ଗଣ୍ଡ ଉପରେ ଚର୍ମିଳ ହାତ ଦୁଇଟିକୁ ଖସାଇଆଣିଲେ। ଉଦାସ ଚାହାଣି ପକାଇ କହିଲେ… "ହଁ ମା, ସେମାନେ ଭାଙ୍ଗିଦେବେ। ମୁଁ ଏହାରି ଅପେକ୍ଷାରେ ଥିଲି। କିଛି ରଖିବେ ନାହିଁ। ଶୈଳ, ଶ୍ରାବନ୍ତୀ, ସୁଚରିତାର ଆଦରର ଏଇ ଫୁଲବଗିଚା ତାହାର ସାର୍ଥକତା ପୂରଣ କରିସାରିଛି-ଆଉ ରହିବ କାହିଁକି? ତୋର ମା' ସ୍ଵର୍ଗରେ… କିନ୍ତୁ ଏମାନେ ସତ ହେଉ, ମିଛ ହେଉ, ମୋର ପ୍ରତିଭାକୁ ପୂଜା କରିବା ଆଳରେ ମତେ ଯେପରି ସବୁ ସମର୍ପଣ କରିଥିଲେ, ତାହାରି ଭାବାବେଶ ମତେ ସମର୍ଥ କରିଥିଲା କଳିଙ୍ଗ କୃଷ୍ଟିକୁ ଜୀବନ୍ୟାସ ଦେଇ ମୋ ହାତରେ ପୁଣି ସଜାଇବାକୁ। ଏଥିରେ ଅପଚୟ କିଛି ନଥିଲା। ସବୁ ଥିଲା ସଞ୍ଚୟ। ଯେଉଁମାନେ ମୋର ଛୋଟ ବଗିଚାଟିକୁ ପ୍ରାଣହୀନ କରିଦେଉଛନ୍ତି, ତାଙ୍କୁ ମାଆ କହ, ମୋର ପ୍ରତିବାଦ କରିବାର କିଛି ନାହିଁ। ଯୁଗପୁରୁଷ ସବୁ ବିଧାନ କରୁଛି। ସେମାନେ ସବୁ କଣ ତା'ହେଲେ ଶେଷ କରିଦେଲେ ମାଆ? ଭାଙ୍ଗି ଦେଲେ? ହଁ, ପାଚେରିଟା ଭାଙ୍ଗିବାର ଶବ୍ଦ ତ ମୁଁ ଶୁଣିପାରୁଛି। ଝିଅ ଅନ୍ୟରୂପାର ଆଖିରେ ଅଶାନ୍ତ ଶ୍ରାବଣର ଝରଣା। କହିଲା–ହଁ ବାପା, ସେମାନେ ମାଟିରେ ସବୁ ମିଶାଇଦେଲେ। ଆଉ ଗୋଟାଏ କ'ଣ କଳାପଟା ଆମ ଘର ଆଗରେ ଟାଙ୍ଗିଦେଇଛନ୍ତି ବାଉଁଶଟାଏ ପୋତିଦେଇ। ସୁବ୍ରତ ହସିଲେ… କଷ୍ଟର ହସ… ପୀଡ଼ିତ ଆତ୍ମାର ହସ… କହିଲେ–ପଢ଼ ମା! ଆଗାମୀ ନବବର୍ଷ ପାଇଁ, ନବ ଚେତନା ପାଇଁ କି ସନ୍ଦେଶ ସେଥିରେ ଅଛି? ଅନ୍ୟରୂପାର ଉତ୍ତର–'ହଁ ବାପା ପଢ଼ ଚି'... ସୁବ୍ରତ ରାୟ ଜଣେ ଅସାଧାରଣ ଫାସିଷ୍ଟ, ଆଉ ଏ ବଗିଚା ବି ଫାସିଷ୍ଟ, ଫୁଲଗୁଡ଼ାକ ଫାଜିଲ… ସୁବ୍ରତଙ୍କର ଓଷ୍ଠଧାର କମ୍ପିଗଲା–'ଝିଅ! ଏହାର ଅର୍ଥ କଅଣ?